ରାୟ ବାବୁ ଦୁଇ ପାଦ ପଛକୁ ଘୁଞ୍ଚି ଆସି ସେମିତି ନିର୍ବାକ ହୋଇ ଠିଆ ହୋଇଗଲେ। ଦାଶରଥି ବାବୁ ଯେତେବେଳେ ରାୟ ବାବୁଙ୍କ ହାତ ଟାଣି କହିଲେ ଆଜ୍ଞା ଚାଲନ୍ତୁ, ମତେ ଟିକେ ଦୟା କରନ୍ତୁ, ମୋ ପ୍ରତି ବାବାଙ୍କ ଦୃଷ୍ଟି ଆକର୍ଷଣ କରାନ୍ତୁ। ସେତେବେଳେ ରାୟ ବାବୁ ସେମିତି ନିର୍ବିକାର ଭାବେ, ନୀର୍ଲିପ୍ତ ଚାହାଣୀରେ ଚାହିଁ କହିଲେ ମୋତେ ବାବା ଟିକେ ବି ଜାଣନ୍ତି ନାହିଁ। ଆଶ୍ଚର୍ଯ୍ୟରେ ଦାଶରଥି ବାବୁ ଅବାକ୍ ହୋଇ ଯାଇଥିଲେ, ସେ କହିଲେ କାଲି ଯେ ଏତେ କଥା କହୁଥିଲେ। ସେମିତି ଶୂନ୍ୟଦୃଷ୍ଟିରେ ରାୟ ବାବୁ କହିଲେ ସେ ସବୁ ମିଛ । ଏଁ ମିଛ? କି ଭୟଙ୍କର ମିଛ। ରାୟ ବାବୁ ତାଙ୍କର ବିଷଣ୍ଣ ମୁହଁରେ ଏକ ବିକ୍ଷୁବ୍ଧ, ଅଥଚ ଗହୀର ହସ ଫୁଟାଇ କହିଲେ ଆପଣ ବି ମିଛ କହୁଚନ୍ତି ଆପଣଙ୍କର ବଡ଼ ବଡ଼ ପୁଅ ଅଛନ୍ତି। ଲଜ୍ଜିତ ହୋଇ ଦାଶରଥି ବାବୁ କହିଲେ ହଁ, କହିଛି କିନ୍ତୁ ଏତେ ଜୀବନ୍ତ ମିଥ୍ୟା ସେମିତି ନିର୍ଲିପ୍ତ, ମର୍ମାନ୍ତିକ ଚାହାଣୀରେ ରାୟ ବାବୁ କହିଲେ, ଆପଣ ପଦେ ମିଛ କହିଚନ୍ତି ଆଉ ମୁଁ କହିଚି ସହସ୍ର ପଦ। ତଫାତ୍ କିଛି ନାଇଁ, ସବୁ ଏକା କଥା। ସମ୍ଭବତଃ ଆମେ ସମସ୍ତେ ଆଜି ଏଇ ମିଥ୍ୟାରେ ହିଁ ବଞ୍ଚି ରହିଛେ। ବଞ୍ଚିବାକୁ ସୁଖ ପାଇଚେ ଅଥବା ବାଧ୍ୟ ହୋଇଚେ। କାହିଁକି ନା ଆମର କାମନା ଓ ପ୍ରାପ୍ତିର, ପରିକଳ୍ପନା ଓ ପରିଚାଳନାରେ, କଥା ଓ କାର୍ଯ୍ୟର ସାମଞ୍ଜସ୍ୟ ନାହିଁ। ଆମର ଅଶାନ୍ତ ଆତ୍ମା ବିକଳ ହୋଇ ଶାନ୍ତି ଖୋଜୁଚି। ସେ ଶାନ୍ତି ମିଥ୍ୟା ଛଡ଼ା ଆମକୁ ଦବ କିଏ? ଦାଶରଥି ବାବୁ ହାଁ କରି ଚାହିଁ ଥିଲେ, ରାୟ ବାବୁ ସେମିତି ଶୂନ୍ୟ ଦୃଷ୍ଟିରେ ଉଦାସ ସ୍ୱରରେ କହିଲେ ବିଶ୍ୱାସ କରନ୍ତୁ, ଯାହା କହିଛି ଉଦ୍ଭଟ କିଛି ନୁହେଁ। ସେ ସବୁ ମୋର ଦିନର ଆବଦ୍ଧ ସ୍ୱପ୍ନ, ସେ ସବୁ ମୋର ଅତଳ ମନର ବିଫଳ ପ୍ରସ୍ତୁତି। ଅସୀମ ଆକାଶର ତୃଷ୍ଣା ନେଇ ଜୀବନକୁ ମୁଁ କଳ୍ପନାରେ ଗଢ଼ିଥିଲି ଏକ ପ୍ରକାର, ବାସ୍ତବରେ ମୁଁ ହୋଇଗଲି ଆଉ ଏକ ପ୍ରକାରେ। ଗଙ୍ଗା ଓ ହିମାଦ୍ରୀର ସେ ଦୁରନ୍ତା ସ୍ୱପ୍ନ, ସେ ରାତି ରାତି ଉନ୍ମୁକ୍ତ ଚିନ୍ତା, ଆତ୍ମ ଅନ୍ୱେଷଣର ସେ ଗଭୀର ଭାବାବେଗ ନେଇ ମୁଁ ଦାର୍ଶନିକ ହେଲି ନାହିଁ, ହେଲି ଯୁଦ୍ଧଖୋର ସୈନିକ। ଜୀବନ ଯୁଦ୍ଧରେ ରକ୍ତାକ୍ତ ହୋଇ ବି ମୁଁ ଜିତି ପାରିଲି ନାହିଁ। ହାରି ଗଲି, ହାରି ଗଲି ରାୟ ବାବୁଙ୍କ ସ୍ୱର କମ୍ପି ଉଠିଲା । ସେ ପୁଣି ରୁଦ୍ଧକଣ୍ଠରେ କହିଲେ ମୁଁ ଆଜି ଆମ ସରକାରଙ୍କର ଜଣେ ଛଟେଇ ସ୍ଵଳ୍ପଭୋଗୀ କର୍ମଚାରୀ । ପାଞ୍ଚବର୍ଷ ହେବ ବେକାର ହୋଇ ଘୂରି ବୁଲୁଛି । ପାଞ୍ଚଟି ପିଲାଙ୍କ ତୁଣ୍ଡରେ ଅନ୍ନ କଣିକାଏ ଦବାର ସାମର୍ଥ୍ୟ ମୋର ନାହିଁ । ଆଜି ମୋ ପିଲାଙ୍କ ତୁଣ୍ଡରେ ଅନ୍ନପାଇଁ ଆଉ ଲଜ୍ଜା ନାହିଁ, ଧର୍ମ ନାହିଁ, ବିବେକ ନାହିଁ । ସେଥିପାଇଁ ଗହଳି ହୋଇଥିବା ଟ୍ରେନ ବସରେ, ମେଳା ମହାତ୍ସବରେ ବାସ୍ତୁହରା ପରି ମୁଁ ଘୁରିବୁଲେ। କାରଣ ଯଦି କରିପାରେ କିଛି ଉପାର୍ଜନ, ଯଦି କରିପାରେ ଚୋରୀ, କହୁ କହୁ ରାୟ ବାବୁ ସେଇ ହାତରେ ମୁହଁ ଗୁଞ୍ଜି ଭୋ ଭୋ କାନ୍ଦି ଉଠିଲେ। ଦାଶରଥୀ ବାବୁ ଥକ୍କା ହୋଇ ଚାହିଁ ଦେଖୁଥିଲେ ରାୟ ବାବୁଙ୍କୁ। କାଲି ଅପରାହ୍ନରେ ଯିଏ ବେପରୁଆ ଭାବେ, ଜୀବନ ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ ରହିଥିଲା ଆଜି ସେ ଜୀବନ ଜ୍ୱାଳାରେ କେତେ ଜର୍ଜରିତ, କେତେ ଦୁଃସ୍ଥ, କେତେ ଅସହାୟ ଅଥଚ ସେ ଆଜି ହୋଇ ପଡ଼ିଛି ଏକ ଅଦ୍ଭୁତ ସମଷ୍ଟି।